ପୁଅର ମୁହଁକୁ ଚାହିଁ ରହିଥିଲେ ଦିବ୍ୟେନ୍ଦୁ। ଆଖିରେ ତାଙ୍କର ସ୍ଥିର ବିଶ୍ଳେଷଣୀ ଦୃଷ୍ଟି। ମନଦେଇ ସବୁ ସେ ଶୁଣିଲେ। ଶୁଣିଲା ପରେ ମଲା ମଣିଷ ପରି ଝିଅର ରକ୍ତଶୂନ୍ୟ ମୁହଁଟାକୁ ଫେରି ଚାହିଁଲେ। ଦୃଷ୍ଟିରେ ଏଥର ତାଙ୍କର ରାଶି ରାଶି ବିରକ୍ତି। ମଥା ନୁଆଁଇ ବସି ରହିଛି ଝିଅ। ବସିବା ଭଙ୍ଗୀରେ ତା'ର ଫୁଟି ଉଠିଛି ଗୋଟିଏ ଅସହାୟ ଅପରାଧୀ ଭଙ୍ଗୀ। କୃଦ୍ଧ ବୋଧ କଲେ। ମନେ ମନେ କହିଲେ ଯେଉଁ ଝିଅର ପାଟିରେ କଥା ଫୁଟେ ଠିକ୍ ଖଇ ପରି, ସେଇ ଝିଅ ପାଟିରେ ତାଲା ପଡ଼ିଗଲା କାହିଁକି! କାହିଁକି! ଝିଅର ମୌନତାରେ ଦିବ୍ୟେନ୍ଦୁ ଜଳୁଥିଲେ କୁହୁଳି କୁହୁଳି। ଘର ଛାଡ଼ି ଧୀରେ ଧୀରେ ଚାଲିଗଲା ତନୁଶ୍ରୀ। ବାପ ପୁଅ ଭିତରେ କି କଥା ହେଲା କେଜାଣି, ତନୁ ପୂର୍ବପରି କଲେଜ ଗଲା। ମାତ୍ର ଦୁଇଟି ଦିନ ସେ କଲେଜ ବନ୍ଦ କରିଥିଲା। ଯେଉଁ ଟାଇମ୍‌ରେ ତା'ର ଯିବା କଥା ଦିବ୍ୟେନ୍ଦୁ ନିଜେ ଗାଡ଼ିରେ ନେଇ ଛାଡ଼ି ଆସନ୍ତି, ଫେରିବା ଟାଇମ୍‌ରେ ନିଜେ ଯାଇ ପୁଣି ନେଇ ଆସନ୍ତି। କିନ୍ତୁ ମନୋରଞ୍ଜନ, ଭୁଲବଶତଃ ବି ଭଉଣୀ ସାଙ୍ଗରେ କଥା କୁହନ୍ତି ନାହିଁ। ତନୁ ତାଙ୍କର ଭଉଣୀ ନୁହେଁ ତ ସତେଯେପରି ଆଖିର ବାଲି। ଦେଖିଲା ମାତ୍ରେ ବାଟ ଭାଙ୍ଗି ଅନ୍ୟ ଆଡ଼କୁ ଚାଲି ଯାଆନ୍ତି। ତନୁ ବି ଜାଣେ, ଭାଇନା ଆଉ ଏ ଜୀବନରେ ତାକୁ କଥା କହିବେନି। ତେଣୁ ଲଜ୍ଜା, ଅପମାନ, ଅଭିମାନରେ ତନୁ ମଧ୍ୟ ଆଡ଼େଇ ଯାଏ ସେଇ ଭାଇନାଙ୍କୁ। ଦିବ୍ୟେନ୍ଦୁ ମିଶ୍ର ସଦାନନ୍ଦ, ପରିହାସପ୍ରିୟ ଦିବ୍ୟେନ୍ଦୁ ଆଗପରି ପିଲାପିଲି ବା ସ୍ତ୍ରୀଙ୍କ ସହିତ ଆଉ ଥଟ୍ଟା ପରିହାସ କରନ୍ତି ନାହିଁ। ବିଶାଳ ଦେହର ପ୍ରତି ଲୋମକୂପରୁ ତାଙ୍କର ଫୁଟି ଉଠେ ଏକ ଭୟାଭୟ ଗାମ୍ଭୀର୍ଯ୍ୟ। କୋହ ଚାପି ଲୁଚି ଲୁଚି ବୁଲେ ତନୁଶ୍ରୀ। ଡାକ୍ତର ମନୋରଞ୍ଜନ, ସେ ସବୁଦିନ କିଛି ଗମ୍ଭୀର। ତାଙ୍କର ସେଇ ପତଳା ଗାମ୍ଭୀର୍ଯ୍ୟ ଆହୁରି ବହଳିଆ ହୋଇ ଯାଇଛି। ସଦା ହାସ୍ୟମୟୀ, ପ୍ରଫୁଲ୍ଲମନା ଅପରାଜିତା ଘରର ଏଇ କଠିନ ବାତାବରଣ ତଳେ ଯେପରି ପେଷି ହୋଇ ଯାଉଥିଲେ। ଏଇ ଅନଭ୍ୟାସ ଜୀବନଯାତ୍ରା ମନକୁ ତାଙ୍କର ଅତ୍ୟନ୍ତ ପୀଡ଼ିତ କରୁଥିଲା। କିଛି ସେ ବୁଝି ପାରୁ ନଥିଲେ। କିଛି ସେ ଶୁଣି ନାହାଁନ୍ତି। ସେଇଥିପାଇଁ ଏଇ ପରିବେଶ ତାଙ୍କୁ ବ୍ୟାକୁଳ କରେ। ଅବସର ପାଇଲେ ମୁହଁ ଶୁଖାଇ ବସନ୍ତି ଗୋଟିଏ ଜାଗାରେ ଗୁମ୍ ହୋଇ। କାହାକୁ କିଛି ପଚାରିଲେ ମନଲାଖି ଉତ୍ତରଟିଏ ପାଆନ୍ତି ନାହିଁ। ନିଜକୁ ଭୀଷଣ ଅଲୋଡ଼ା, ଅଖୋଜା ମନେ ହୁଏ ଅପରାଜିତାଙ୍କର। ସେ କାନ୍ଦି ପକାନ୍ତି। ଏବେ ବେଶ୍ କିଛି ରାତି ପର୍ଯ୍ୟନ୍ତ ପୁଅ ସାଥିରେ କଥା କହୁ କହୁ ସମୟ କଟାଇ ଦିଅନ୍ତି ସ୍ୱାମୀ। ତା' ପରେ ଶୋଇ ପଡ଼ନ୍ତି। ଅଭିମାନର ବାଷ୍ପରେ ଫୁଲି ଉଠେ ଅପରାଜିତାଙ୍କର ମନର ବେଲୁନ୍‌ଟା। ସେଦିନ ଅନେକ ରାତିରେ ଦିବ୍ୟେନ୍ଦୁ ଶୋଇବା ଘରେ ପାଦ ଦେବାକୁ ଯାଇ ଦେଖିଲେ ମଥାରେ ହାତ ଦେଇ ଶୂନ୍ୟକୁ ଚାହିଁ ବସି ରହିଛନ୍ତି ସ୍ତ୍ରୀ ଅପରାଜିତା। ଅନ୍ୟଦିନ ଏହି ସମୟଟା ଅପରାଜିତା ପ୍ରାୟ ବହି ପଢ଼ି କାଟନ୍ତି। ଏ ତାଙ୍କର ବହୁତ ଦିନର ଅଭ୍ୟାସ। ଆଜି ସେହି ଅଭ୍ୟାସର ବ୍ୟତିକ୍ରମ ଦେଖି ଦିବ୍ୟେନ୍ଦୁ ମନେ ମନେ ବ୍ୟସ୍ତ ହୋଇ ପଡ଼ିଲେ। ସ୍ତ୍ରୀଙ୍କର ସ୍ୱଭାବ ତାଙ୍କୁ ଜଣା। ଆନନ୍ଦମୁଖର ସଂସାରଟି ତାଙ୍କର ଏପରି ସ୍ତବ୍ଧ ହୋଇ ଯାଇଥିବାରୁ ସ୍ତ୍ରୀ ମନରେ ବହୁତ କଷ୍ଟ ପାଉଛନ୍ତି। କଣ୍ଠରେ ସ୍ନେହ ଢାଳି ଦିବ୍ୟେନ୍ଦୁ ପଚାରିଲେ କ'ଣ ହେଲା ଜିତା? ବହିଗୁଡ଼ାକ ସରିଗଲାଣି ନା କ'ଣ? ମତେ ନ କହି କାହିଁକି? ମୁଁ ତ ଏହି ବହିଗୁଡ଼ିକ ଫେରାଇ ଦେଇ ନୂଆ ଆଣି ଦେଇଥାଆନ୍ତି। ଆଚ୍ଛା, କାଲି ନେଇ ଆସିବି। ବସିବାର ଭଙ୍ଗୀ ବଦଳାଇଲେ ଅପରାଜିତା। ଶୁଖିଲା କଣ୍ଠରେ କହିଲେ ନା ବହି ମୋର ସରିନି, କିନ୍ତୁ ମନଟା ମୋଟେ ଭଲ ରହୁନି। ମୋର ଖାଲି ମନେ ହେଉଛି ସତେଯେପରି ଏ ଘରଟା ମୋର ନୁହେଁ, ତୁମେମାନେ କେହି ମୋର ନୁହଁ। ମୁଁ ଯେମିତି ଆଉ କାହା ଘରେ ଆସି ପଡ଼ିଛି। କହିଲ କାହିଁକି ମତେ ଏପରି ଲାଗୁଛି? କାହିଁକି ତୁମେମାନେ ଏପରି ବଦଳି ଯାଉଛ? ଏ ଘରେ କ'ଣ ଅଲକ୍ଷ୍ମୀ ପଶିଲେ? ତୁମେ ଯାହା କୁହ ପଛେ ସେ ବୋହୂଟା ଆଦୌ ସୁଲକ୍ଷଣୀ ନୁହେଁ। ନିର୍ବନ୍ଧ ସରିବା ପରଠୁ ମୋ ଘରେ ଆରମ୍ଭ ହୋଇଛି ଗୋଟେ ଅକାରଣ ଅଶାନ୍ତି ଯେଉଁ କାରଣର ସୂତାଖିଅକୁ ମୁଁ ଆଦୌ ଖୋଜି ଖୋଜି ପାଉନି। ମୋ ମନ କହୁଛି ସେହି ବୋହୂ ସାକ୍ଷାତ ଅଲକ୍ଷ୍ମୀ। ନା ଏ ବାହାଘର ମୁଁ କରାଇ ଦେବିନି। ଏଇ ନିର୍ବନ୍ଧ ମୁଁ ମାନିବିନି।